'' ''ପାପ କଥା? ଲାଜ କଥା? କି ପାପ? କି ଲାଜ? ମଣିଷଙ୍କୁ ଲାଜ ନାହିଁ? ମଣିଷଙ୍କର ପାପ ନାହିଁ–ସେ ଆସି ପରଝିଅ ପର ବହୂ ଭୁଆସୁଣୀଙ୍କି ଆଖିଠାରିବେ, ରାତି ଅଧରେ ଛପି ଛପି ଆସି ପୀରତି କରି ଯିବେ, ତାଙ୍କୁ ସବୁ ସୁହିବ, ଆଉ ଆମେ ମାଇପେ ହେଲୁ ବୋଲି ଆମର ମନ ନାହିଁ, ଅଭିମାନ ନାହିଁ–ଆମେ କୋଉଁଠି ଟିକିଏ କାହାକୁ ଚାହିଁ ହସିଦେଲେ ତ ଆମେ ହେଇଗଲେ ଅସତୀ, ଦୋଚାରୁଣୀ, ଢେମଣୀ ବେଶ୍ୟା। '' ରତନୀର ମନେ ହେଲା, ତା' ଭିତରୁ କେତେଦିନର ଜମିଲା, ଦମ୍ଭିଲା ଭୟର ନିଆଁ ଯେମିତି ଥରି ଉଠୁଛି। ସେ କାଳେ ଭୁଶୁଡ଼ି ପଡ଼ିବ, ସେଥିପାଇଁ ସେ ଆହୁରି ଡରିଲା। ''ମଣିଷଙ୍କୁ ସେ ଶୋଭାପାଏ! '' ରତନୀ ମୁହଁ। ଶୁଖେଇ କହିଲା। ''ଶୋଭାପାଇବ ନାହିଁ? ତାଙ୍କର ହିମତ ଅଛି। ଏ ଗାଲରେ ଚୂନ ସେ ଗାଲରେ କାଳି ଲଗେଇବି ସେ ବିଚ୍ ଦାଣ୍ଡରେ ଛାତି ଫୁଲାଇ ଚାଲିପାରନ୍ତି। ଆଉ ଆମେ ମାଇପେ–ଆମେ ଖାଲି ଘର ଭିତରେ କାନ୍ଦିଜାଣୁ। ଆମେ ମନକଲେ କ'ଣ ତାଙ୍କପରି ଅଲାଜୁକ ବେହିଆ ହେଇ ପାରିବା ନାହିଁ? '' ''କ'ଣ ଯେ କହୁ ନାନୀ! '' ରତନୀ ହସିଲା। ''ମୁଁ ସତ କହୁଚି–ହକ୍ କହୁଚି। ଭାଗୁ ମହାନ୍ତି, ବୁଢ଼ାଟା, ସେ ତୋ ସାଙ୍ଗରେ ରାତିଅଧରେ ପୀରତି କରିବାକୁ ଲୁଚି ଲୁଚି ଛପି ଛପି ଆସୁଥିବ, ତାକୁ ଲାଜ ମାଡ଼ିଲା ନାହିଁ–ଆଉ ତୁ ଯୁବତୀଟା–ଗିରସ୍ତ ଘରେନାହିଁ–ତୁ ଯଦି କାହାକୁ କେତେବେଳେ ଭଲରେ ପଦେ କଥା କହିଦେଲୁ ତ ଦୁନିଆ ଓଲଟି ପଡ଼ିବ–ତୁ ନିଲଜୀ ହୋଇଯିବୁ। କି କାହିଁକି? '' ରତନୀ ଛାତି ଥରି ଉଠିଲା। ତା'ର କିମିତି ମନେ ହେଉଥିଲା, ରତନୀ ଗୋଟେ କି ନୂଆ କଥା କହୁଚି–ଗୋଟେ ନୂଆବାଟ ଦେଖାଉଚି–ଯେଉଁ ବାଟଟା ବଡ଼ ସିଧା। ବାପ ଘରକୁ ଯିବାବେଳକୁ ସେ ସବୁଦିନେ ଯେଉଁ ବାଟେ ଯାଏଁ, ଏ ସେ ବାଟ ନୁହେଁ। ଆହୁରି ସିଧା ସଳଖ। ଏ ବାଟରେ କାହାରିକି ପଚରା ଉଚୁରା ନାହିଁ। କାହାରିକି କହି ବୋଲି ଯିବାକୁ ହୁଏ ନାହିଁ। ଆପଣା ମନକୁ ବାହାପିଟି ଚାଲିଯିବ–ସ୍ୱାଧୀନ। ତଥାପି ଏ ସିଧା ବାଟଟା ବଡ଼ ନିଛାଟିଆ। ହିମତ କୁଳାଏ ନାହିଁ। ଭାରି ଭୟ। ନା-ନା-ସେ ବାଟେ ସେ ଯିବ ନାହିଁ। କାହିଁକି ଯିବ? କି ଗରଜ? ସେ ବାଟରେ ତ ଶୁକୁରା ନାହିଁ। ଶୁକୁରାକୁ ନକହି ସେ କେଉଁଠିକି ଯିବ? ନା-ନା-ଯେଉଁ ବାଟରେ ଶୁକୁରା ନାହିଁ, ସେ ବାଟ ତା'ର ନୁହେଁ। ଶୁକୁରା ସେ ଛଡ଼ା ଛଡ଼ା ହେଇ ନ ପାରନ୍ତି। ''ଆଲୋ ହୁଣ୍ଡିଟା,'' ନିଧିଆ ବୋଉ ପୁଣି କହିଲା–''ମୁଁ କ'ଣ କହୁଛି, ତୁ ତା' ସାଙ୍ଗରେ ରହ, ବୋଲି–ପାପ ପୀରତି କର ବୋଲି। ଏ କଥା କିଏ କହିବ! ମୁଁ ଠିକ୍ ତା'ର ଓଲଟା କଥାଟା କହୁଚି। ମୁଁ ତୋତେ ସାବଧାନ କରି ଦଉଚି। ଯୁବା ବଅସ। ମତି ଚଞ୍ଚଳ। ଚଟାପଟ ପଡ଼ିଯିବୁ ନାହିଁ, ଭୁଲିଯିବୁ ନାହିଁ, ଟିକିଏ ଖେଳେଇ ଖେଳେଇ ମାଛ ଧରିବୁ। ଧରିବାର ହେଲେ ଧରିବୁ, ନହେଲେ ଛାଡ଼ିଦବୁ। ଭାଗୁ ମହାନ୍ତି ପଇସାବାଲା ଲୋକ। ପର ପଇସାରେ ଘର କରିଚି। ବାହ୍ମୁଣ ଘର ପଇସା, ରାଣ୍ଡିଖଣ୍ଡିଙ୍କ ପଇସା–କେଇ ଦିନ! ସହିବ ନାହିଁ–ସେ ପଇସା ତାକୁ ସହିବ ନାହିଁ। ଏ ଚୋର ପାଜି ବଦମାସ ପରଘରବୁଡ଼ାଙ୍କୁ ଦୟାନାହିଁ–ଧରମ ନାହିଁ! ଏ ପରତଣ୍ଟି ଚିପୁଛନ୍ତି–ୟାଙ୍କ ତଣ୍ଟି ଯିଏ ଯେତେ ଚପିବ; ତା'ର ସେତେ ଧର୍ମହବ। ୟାଙ୍କ ପଇସାକୁ ଯେତେ ଲୁଟିବ ସେତେ ଭଲ-। ୟାଙ୍କର କି ପଇସା? ପର ତଣ୍ଟିକାଟି ଘର କରିଛନ୍ତି–ୟାଙ୍କର କି ଧନ? ବୁଝିଲୁନା, ମୁଁ କ'ଣ କହୁଛି? '' ନିଧିଆ ବୋଉ ରତନୀର ଆହୁରି ପାଖକୁ ଲାଗିଯାଇ କହିଲା,–''ତୁ କେଭେ ଧରାଛୁଆଁ ଦେବୁ ନାହିଁ। ସାବଧାନ! ମୋ କଥା ମାନିଥା'। ମୁଁ ଯେମିତି କହୁଚି ସେମିତି କର। ଖାଲି ଟିକିଏ ଟିକିଏ ଆଙ୍ଗୁଳି ଦେଖଉଥିବୁ ପୁଣି ଲୁଚେଇ ଦେଉଥିବୁ। ଟିକିଏ ବେଶି ଦେଖେଇ ଦେଲେ, ଏକାତାନେ ବାହାଗିଳି ଯିବଟି। ସେ ସକତ ବାହାଗିଳା ମଣିଷ। ଭାଗୁ ମହାନ୍ତିକି ଯେ ଚିହ୍ନି ନାହିଁ, ତା' ସାରା ବାପକୁ ଚିହ୍ନି ନାହିଁ ସେ। ତୁ କିଛି କହିବୁ ନାହିଁ। ଖାଲି ସେ ଯେତେବେଳେ କଥା କହିବ, ତୁ ପଦେ ପଦେ ଜବାବ ଦେଉଥିବୁ। ବିଲ୍କୁଲ୍ ଲୁଚି ଯିବୁନି।